ଆହାରେ କି ମଧୁର! କଲିକତାରୁ ଆସୁଥିବା ରେଳ ଯାତ୍ରୀ ବେଳେବେଳେ ସକାଳର କୁହୁଡ଼ି ଘେରା ଦୃଷ୍ଟି ପଥରେ ପୁରୀ ସମୁଦ୍ର ଦେଖି ପାଖ ଲୋକକୁ ଚେତାଇ ଦିଅନ୍ତି-ଦେଖ ମ, ଦେଖ ମ, କି ସୁନ୍ଦର ଶାଗୁଆ ପଡ଼ିଆ। ଯାହାକୁ ଯାହା ଦିଶିଲା ସେହି ତାହା ପାଇଁ ହେଲା ଦୃଶ୍ୟ। ଏହିପରି ଭାବରେ ନୀଳ ସମୁଦ୍ର ବି ଶାଗୁଆ ପଡ଼ିଆ ହେଇପାରେ। ଓସ୍ତ ବର ଓ ବରକୋଳି ଗଛ ଆମର ଠାକୁର ହେଇ ପାରନ୍ତି। ଓଡ଼ିଆ ସାହିତ୍ୟିକମାନେ ଓଲଟା ବୁଝି ଅବା-ହେଇଥିବ ତ-ମନେକରି ଆଜି ଆମକୁ-ଗାଁ ଭାରି ସୁନ୍ଦର-କହିଲେ କ୍ଷତି କ'ଣ? ଏହି ତାରିଫ୍ ବାଲାଙ୍କୁ ଥରେ ଥରେ ନେଇ ଗାଁ ଚକଡ଼ାରେ ନିଶାପ କି ଭୋଟରେ ନାକଘସରା କରିଦେଲେ ବେକୁବ୍ ମାନେ ଅନ୍ତତ ସାବଧାନ ହୁଅନ୍ତେ। ଭେଜାଲ ଯୁଗରେ ଦେଖିବା ଭେଜାଲ, ଶୁଣିବା ଭେଜାଲ। ତେଣୁ ଲେଖିବା ମଧ୍ୟ ଭେଜାଲ। ସାହିତ୍ୟିକ ସେଥିରେ ଯେଉଁ ଅମର ସ୍ୱାକ୍ଷର ଖୋଜୁଛି, ସେହି ଖୋଜିବା ଯେପରି ଭେଜାଲ, ତାହାର ସାଧନାର ଧାରା ଭେଜାଲ ଓ ଉପସଂହାରର ପୁରସ୍କାର ମଧ୍ୟ ଭେଜାଲ। ଏହାକୁ ନିରାଶାବାଦ କୁହାଯାଏ ସାହିତ୍ୟରେ-ସବୁ ବିଗିଡ଼ିଗଲା ଓ ବିଗିଡ଼ିଯିବ। ତାହାହେଲେ କେହି କ'ଣ କିଛି କରୁ ନାହାନ୍ତି? କେହି କ'ଣ କିଛି କରିବେ ନାହିଁ? -ସବୁ କଅଣ ହାୱା? ଏହି ଭେଜାଲ ଯୁଗ ଗୋଟାଏ ଭେଜାଲ ପହଳି ପାଇଛି। ଭେଜାଲ ଯୁଗରେ ବିଷ ଭେଜାଲ ହୋଇଯାଇଛି। ଜଣେ ମରିବ ବୋଲି ମନସ୍ଥ କରି ପୁଳାଏ ବିଷ ଖାଇଦେଲା। ମଲା ନାହିଁ-କାରଣ ବିଷ ଭେଜାଲ। ଆଉ ବିଷର ଦୋଷ କଟାଇବାକୁ ଔଷଧ ଖାଉଥିଲା। ଏହି ଔଷଧ ଭେଜାଲ ହୋଇଥିବାରୁ ସେ ସହି ପାରିଲା ନାହିଁ, ମରିଗଲା। ସେମିତି ଆଜିର ଚେଷ୍ଟା, ଫଳପ୍ରାପ୍ତି ଓ ପ୍ରଚାରମୂଳକ ବିଚାରରେ କିଏ କ'ଣ ପାଇବ କି ହରେଇବ-କାହିଁକି ପାଇବ ଓ କିପରି ହରେଇବ-ସବୁ ଗୋଟାଏ ପ୍ରକାରର ପ୍ରଶ୍ନବାଚୀ। ଏମିତି ଆମେ ହରାଇଛୁ ଆମର ଶିଳାଲିପି-ଓଡ଼ିଶାର ପ୍ରତିଷ୍ଠିତ ବୌଦ୍ଧ ବିହାର, ଅଶୋକସ୍ତମ୍ଭ ଓ ବିବିଧ ଦେବଦେବୀ। କେଉଁଟି ମାଟି ତଳେ ପୋତି ହୋଇ ପଡ଼ିଛି ତ ଆଉ କେଉଁଟି ଯାଇ କାହାର କୋଠା କି ବିଧର୍ମୀର ମନ୍ଦିରର ପାହାଚ ତଳେ ରହିଚି ପାହାଚକୁ ବଳ ଦବ ବୋଲି। ଦିନକର ପୂଜନୀୟ ଓ ସ୍ମରଣୀୟ ଦେବତା ବି ଏମିତି ହଜିଯାଇ ଅପୁଜା ଦେବତା ହୋଇ ବାହରି ପଡ଼ନ୍ତି। ସେମିତି ଆଜିର ବା ଗତ ଚାଳିଶିବର୍ଷର ସ୍ମରଣୀୟ ସାହିତ୍ୟ ଓ ବନ୍ଦନୀୟ ସାହିତ୍ୟ ଦିନେ ଚାଲିଯିବେ କୌଣସି ଅବିବେକୀର ଦାୟିତ୍ୱହୀନ ବିଚାରର ରାୟ ଭିତରକୁ। ଇଏ ସିନା ହେବ ସାକ୍ଷାତ୍ ଠାକୁରମାନଙ୍କର। କିନ୍ତୁ ଯେଉଁଗୁଡ଼ିକ ନକଲକରା ପରଦେଶୀ କଣ୍ତେଇ ସେମାନେ ଶୀଘ୍ର ଚାଲିଯିବେ ବାବୁ ରବି ସିଂହଙ୍କର ଯୋଜନାବଦ୍ଧ କଳ୍ପନା-ଚିତ୍ରିତ ଠୁଙ୍ଗାଶିଳ୍ପ ଭିତରକୁ। କିନ୍ତୁ ଲେଖକର ପ୍ରାଣେ ଡର ଏହି ଠୁଙ୍ଗାକୁ। ଠୁଙ୍ଗା ହେବାର ଆଶଙ୍କା ଦେଖିଲେ ସେ କାନ୍ଦେ। ହେଲା ଏବେ ମୋର ପିଲାଟି ଅକାଳ କୁଷ୍ମାଣ୍ତ ଅବା କଡ଼ମା ବିଭଙ୍ଗ ଫଳ। ଏଇଟାକୁ ତମେ ଛିଣ୍ତାଇ ଠୁଙ୍ଗା କରିବ? ମତେ ପାରିଲେ କାଟିବ-ମୋର ବହିକୁ ମାରିଲେ ସେମିତି ମତେ ବାଧିବ। ସେଥିପାଇଁ ସରକାର ଆଗେଇ ଆସୁଛି। ସୁଖୀ ପରିବାର ଦୁଇଟି ସନ୍ତାନରେ ସମ୍ଭବ। ସୁଖୀ ଲେଖକ ସେହିପରି ଦୁଇଖଣ୍ତ ବହିରେ କେବଳ ସମ୍ଭବ। ଖଣ୍ତେ ତମର ହେତୁ ପାଇଲାବେଳେ ତ ଆରଖଣ୍ତିକ ହେଉ। ତମର ମତିଭ୍ରମ ବେଳେ। ବେଶି ବହି ଲେଖିଲେ ବେଶି ଦୁଃଖ ପାଇବ-ସମାଲୋଚନା, ବିକ୍ରୀହୀନତା, ଆଉ ରସସେବୀର ହତାଦର। ପାଠକ ବିନା କାରଣରେ ଏହି